ସ୍ତବ୍ଧ ହୋଇ କିଛି ସମୟ ବସିରହିଲେ ଦିବ୍ୟେନ୍ଦୁ। ତା'ପରେ... ସେମାନେ ସମସ୍ତେ ମିଳି ସେଇଦିନ ଦିନ ତିନିଟାରେ ଯାଇଥିଲେ ଚୌଧୁରୀଙ୍କୁ ଦେଖିବାକୁ। ଜ୍ୱର ତାଙ୍କର କମିଥିଲା ସାମାନ୍ୟ ଟିକିଏ। ହସି ହସି ସମ୍ଭାଷଣ ଜଣାଇଥିଲେ ଚୌଧୁରୀ ସାହେବ। ଭୀମକୁ ବରାଦ ଦେଇ ସେଇମାନଙ୍କୁ ବହୁତ ଚା, ଜଳଖିଆ ଖୁଆଇଥିଲେ। ହସିଲା ଓଠରେ ପଚାରିଲେ–ତନୁ କିପରି ଅଛି? ତନୁ କେବେ ଆସିବ? ମୌସୁମୀ କିପରି ଅଛି-? ମୌସୁମୀ କେବେ ଆସିବ? ଦିବ୍ୟେନ୍ଦୁ ହସି ହସି ସବୁ କଥାର ଉତ୍ତର ଦେଇଥିଲେ। କହିଥିଲେ– ବୋହୂ ଆସିବ ଆଉ ମାସକ ପରେ। ଆଉ ତନୁକୁ ତା' ଶ୍ୱଶୁର ଶାଶୂ ଏଇକ୍ଷଣି ଛାଡ଼ିବେନି। ଆଜି ତନୁର ଶାଶୂ ତନୁର କେତେ ପ୍ରଶଂସା କରି ଚିଠି ଲେଖିଛନ୍ତି। ଲେଖିଛନ୍ତି ଯେ। ସମୁଦି, ଆଉ ଯାହା କୁହ ପଛେ ବୋହୂକୁ ନେବା କଥା କୁହନି। ସେ ଚାଲିଗଲେ ଆମ ଘର ଅନ୍ଧାର ହୋଇଯିବ। ଅବାକ ଆଖିରେ ଜିତା ଦିବ୍ୟେନ୍ଦୁଙ୍କ ମୁହଁକୁ ଚାହିଁ ରହିଥିଲି। ଆନନ୍ଦ ବିଭୋର କଣ୍ଠରେ ପଚାରିଲେ–ତନୁ ଶାଶୂଘରୁ ଚିଠିଆସିଛି! କାଇଁ, ତୁମେ ତ ଏ କଥା କହିନ ମତେ! କେତେବେଳେ ଆସିଲା ଚିଠି? ଏଁ, କହିନି! ଆଶ୍ଚର୍ଯ୍ୟ! ଆରେ ଆଜି ବାରଟାରେ ଚିଠି ଆସିଛି ଯେ। ମୁଁ ଲେଖିଥିଲି ତନୁକୁ ମୋର ଯାଇ ଦୋଳବେଳକୁ ନେଇଆସିବ ବୋଲି। ଆଉ ତ ଦୁଇ, ଚାରିଟା ଦିନ ମାତ୍ର ରହିଲା ଦୋଳପୂର୍ଣ୍ଣିମା। ରଙ୍ଗ ଖେଳିବାକୁ ମାଆ ମୋର ଖୁବ୍ ଭଲପାଏ। ତେଣୁ ଲେଖିଥିଲି ନେଇଆସିବା କଥା। ଆଉ ସେଇ ଚିଠିର ଏଇ ଉତ୍ତର ଦେଲେ ତା' ଶାଶୂ। ବାପାଙ୍କ କଥାଗୁଡ଼ିକ ମନଦେଇ ଶୁଣୁଥିଲେ ମନୋରଞ୍ଜନ। ଆଖିରେ ତାଙ୍କର ଭାସିଉଠିଲା ତନୁର ବିଦାୟ ବେଳର ଲୁହଧୁଆ ମୁହଁଟି। କାନରେ ତାଙ୍କର ଶୁଭିଗଲା–ଭାଇନା, ମୁଁ ଭଲ ବୋହୂ ହେବି। ସବୁ ଦୁଃଖ ତୁମର ମୁଁ ପୋଛିନେବି ମୋରି ଲୁଗା କାନିରେ। ହୁଁ ଭଲ ବୋହୂ ସେ ହୋଇପାରିଛି। କଥା ରଖିଛି ତନୁ। ଭଗବାନ ତା'ର ମଙ୍ଗଳ କରନ୍ତୁ, ସୁଖୀ କରନ୍ତୁ ଠାକୁର ତାକୁ। ତା'ପରେ ଫେରିଆସିଥିଲେ ଚୌଧୁରୀଙ୍କ ଘରୁ ଦିବ୍ୟେନ୍ଦୁ ଆଉ ଅପରାଜିତା। ସେଇଠାରେ ରହିଯାଇଥିଲେ ଡାକ୍ତର ମନୋରଞ୍ଜନ। ଅପରାଜିତାଙ୍କ ପଛେ ପଛେ ଧାଇଁଆସିଥିଲା ଭୀମ। ଗଳାରେ ଅନୁନୟ ଭରି କହିଥିଲା–ମାଆ, ବାବୁଙ୍କୁ ନେଇ ବେଳେ ବେଳେ ଆସୁଥିବେ। କଥାବାର୍ତ୍ତା କଲେ ବାବୁ ମୋର ବହୁତ ଭଲପାଆନ୍ତି। ଆସିବେ ଆପଣମାନେ। କହୁ କହୁ ଭୀମ ଆଖିରୁ ଝରିଆସିଲା ଅଶ୍ରୁର ଶ୍ରାବଣଧାରା। ତା'ପରେ ରହି ରହି କହିଲା, କେତେଦିନ ପରେ ଆଜି ଟିକିଏ ବାବୁ ଆମର ହସିଲେ। ନହେଲେ–ଆଖିବୁଜି ସବୁବେଳେ ପଡ଼ି ରହିଛନ୍ତି। କେତେ କରି କହିଲି–ସାନବାବୁ କି ବଡ଼ବାବୁଙ୍କୁ ଆସିବାକୁ ଲେଖିଦିଅନ୍ତୁ; ରାଗିଗଲେ। କହିଲେ–ତାଙ୍କୁ ଯଦି ବ୍ୟସ୍ତ କରିବୁ, ଘରଛାଡ଼ି ଏଇକ୍ଷଣି ମୁଁ ଚାଲିଯିବି। ପିଲାଗୁଡ଼ାକ କେତେ ଏକଡ଼ ସେକଡ଼ ହେଉଥିବେ। କରୁଣ ଆଖିରେ ସ୍ୱାମୀ ସ୍ତ୍ରୀ ଦୁହେଁ ଚାହିଁଲେ ଭୀମର ଅଶ୍ରୁଳ ମୁହଁକୁ। ରହି ରହି ଭୀମ ପୁଣି କହିଲା– ରାତିଯାକ ଯେପରି, ଦିନଯାକ ବି ସେଇପରି। ସବୁବେଳେ ମାଆଙ୍କ ନାଁ ଧରି କଅଣ ସବୁ ଗପୁଛନ୍ତି। ଡାକ୍ତର ବାବୁ ଆସିଗଲା ପରେ ଟିକିଏ ଭଲ ରହୁଛନ୍ତି। ଦିନଟା ଯେପରି ସେପରି କଟୁଛି। କିନ୍ତୁ ରାତି ଆମର କଟୁନି ମାଆ। ମତେ କିନ୍ତୁ କାନ୍ଦମାଡ଼ୁଛି। ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଦୀର୍ଘଶ୍ୱାସ ତ୍ୟାଗକରି କହିଲେ– ମନଦୁଃଖ କରନା ଭୀମ। ଆମେ ଆସିବୁ। ତୁ ଘରକୁ ଯାଆ। ମଥା ନୁଆଁଇ ଲେଉଟିଗଲା ଭୀମ। ଜିତା କହିଲେ– ପିଲାଟି ଦିନୁଁ ଏଇଠି ଅଛି ନା। ସେଇଥିପାଇଁ ଏମାନଙ୍କ ଲାଗି ତା'ର ଏତେ ମାୟା, ଏତେ ମମତା। ସଇଁତିରିଷ ଜିତା ଲୁଗା କାନିରେ ହାତ ପୋଛି ଡାଇନିଙ୍ଗ୍ ହଲ୍ରେ ପଶି ଦେଖିଲେ–ଖାଇସାରିବା ପରେ ଦେଢ଼ଘଣ୍ଟା ହେଲାଣି–ବାପ, ପୁଅ ଗପ କରିବାରେ ଲାଗିଛନ୍ତି। ଗଳାରେ ବିରକ୍ତିଭରି କହିଲେ ମନୁ ତୁ ଶୋଇବାକୁ ଯାଇନୁ ଆଜି? ଆଉ ଟିକିଏ ଗଲେ ମୋ ଜୀବନ ଖାଇବୁ। ମୁଣ୍ଡ, ମୁଣ୍ଡ ବୋଲି ଅଥୟ ହେବୁ। ଆଉ ଅଦାଦିଆ ଚାହା କରୁ କରୁ ମୋ ଜୀବନ ଯିବ। ବାପ, ପୁଅ କଥାକହି ବସିଲେ, ତୁମର ସବୁ ଆଉ ହୋସ ରହେନି। ସ୍ୱାମୀଙ୍କଆଡ଼କୁ ମୁହଁ ଫେରାଇଲେ ଅପରାଜିତା। କହିଲେ–ତୁମେ କିପରି ମଣିଷ କହିଲ। ତୁମେ ଜାଣୁଛ ସେ ଖାଇସାରି ଟିକିଏ ନ ଶୋଇଲେ ତା'ର ମୁଣ୍ଡ ବିନ୍ଧେ। ଅଥଚ ତାକୁ ତୁମେ ଏପର୍ଯ୍ୟନ୍ତ ଅଟକାଇ ରଖିଛ।